ସେ କୋମଳ ସୁନ୍ଦର, ସୁକୁମାର ଅତୀତକୁ ପଳେ ପଳେ ତଣ୍ଟି ଚିପି ହତ୍ୟା କରି ଆଜି ହସୁଛି ବଳିଷ୍ଠ ବର୍ତ୍ତମାନ। ଆହା ବିଚାରା–କିଏ ସେ ଅତୀତଟିକୁ ଆଉ ମୋ ହାତକୁ ଫେରେଇ ଦେବ। କହିଲ ସାଗର! ଆମେ ଯେ ବଞ୍ଚିଲେ କିମିତି କହିଲ? ତୁମେ ପରା କହୁଥିଲ ଦିନଟାଏ ଦେଖା ନହେଲେ, କ'ଣ ହେଇଯାଏ ତୁମର ବୋଲି। କାଇଁ ଆଜିକୁ ତ ଛଅ ବର୍ଷ ହେଲା ସ ଦେଖା ସାକ୍ଷାତ ନାହିଁ। କ'ଣ ହେଲା ତୁମର ଅବା! ସେଦିନ ତାହା'ହେଲେ କ'ଣ ମିଛ କହୁଥିଲ? ମୋତେ କ୍ଷମା ଦିଅ ସାଗର। ଆଜି ତୁମର ଯେତେ ଯାହା ପରିବର୍ତ୍ତନ ହେଉ ପଛକେ; ମୁଁ ଭଲ କରି ଜାଣେ ସେଦିନ ତୁମେ ସତ କହିଥିଲ। ସେଥିରେ ମିଛ ନଥିଲା–ଛଳନା ନଥିଲା। ସେଇ ଅତୀତରେ ତୁମେ ମୁହୂର୍ତ୍ତକ ପାଇଁ ହେଲେ ମୋ ନିକଟରେ ଛଳନା କରିନ–ଅନ୍ତର ଖୋଲି ତୁମେ ମୋତେ ସତ କଥା କହି କହିଥିଲ। ମୋର ଲାଗି ହସିଁ ହସିଁ କେତେ ନିନ୍ଦା, ଅପବାଦ, ଗାଳି ଲାଞ୍ଛନା ଶୁଣି; ପୁଣି ମୋ ଛାତିରେ ଲୋଟି ପଡ଼ୁଥିଲ। କହୁଥିଲ–''ହଁ ମ–କେତେ ଦିନ ପାଇଁ ଏ ନିନ୍ଦା; କେତେ ଦିନ ଲାଗି ଏ ଅପବାଦ। ୟାରି ଡରରେ ତୁମଠୁଁ ଦୂରେଇ ଯିବି। ମୋରି ଆସିବାରେ ଯଦି ତୁମର ଏତେ ଆନନ୍ଦ ତାହା'ହେଲେ ପୋଡ଼ି ଜଳି ଯାଉ ମୋର ସେ ମାନ, ସମ୍ମାନ ଇଜ୍ଜତ ମହତ–ମୁଁ ଆସିବି। ଯିଏ ଯାହା କହିବ ସବୁ ସହିବି। ଗୋଡ଼ ଧରି ମାଗିବ ତୁମେ ଭଲରେ ଥାଅ। '' ସେଦିନ ଆଜି ଆଉ ନାହିଁ। କେଉଁ ନିଷ୍ଠୁର ଅପବେଦତାର ଅଭିଶାପରେ ମୁଁ ତୁମକୁ ହରେଇଛି। ସମୁଦ୍ର ବାଲି ଅଣ୍ଡାଳିଲେ ଶାମୁକା ମିଳିବ ସିନା–ସ୍ମୃତିର ଦିନ ଆଉ ଫେରିବ କୁଆଡ଼ୁ? ଅତୀତ ମିଳିବ କେମିତି? ତୁମର ମନେଅଛି–ମୁଁ ନଥିଲା ବେଳେ ମୋର ଟେବୁଲ୍ ଘାଣ୍ଟି ମୋର ଅଧାଲେଖା କବିତା ସବୁ କେମିତି ପଢ଼ୁଥିଲ–ଆଉ ମୁଁ ଆସିଲା ସାଙ୍ଗେ ସାଙ୍ଗେ କେତେ ଅଳି କରି ପଚାରୁ ଥିଲ ''କାହାଲାଗି ଲେଖିଛ''–ଆଜି କବିତା ବେଳେ ବେଳେ ଲେଖେ। କିନ୍ତୁ ପଚାରିବାକୁ ତ କେହି ନାହିଁ। ଆଜି କ'ଣ ହେଲା କେଜାଣି; କାହିଁକି ଏସବୁ କଥା ମୋର ଗୁଡ଼ାଇ ତୁଡ଼ାଇ ହୋଇ ମନେ ପଡ଼ୁଛି। ତୁମେ ଶୋଇଥିବ। ତୁମ କଥା ଏତେ ଭାବିଲେ କାଳେ ତୁମର ସୁଖନିଦ୍ରା ଭାଙ୍ଗିଯିବ–କେତେ ଗାଳି ନ ଦେବ ମୋତେ ତାହା'ହେଲେ? ଦିନ ଥିଲା ସିନା–ଦିନ ରାତି ଅଣ୍ଟୁ ନଥିଲା। ପରୀକ୍ଷା ପାଇଁ ପଢ଼ିବା ବାହାନାରେ ରାତି ଅଧରୁ ଉଠି ଉଠି ଚିଠି। ଲେଖୁଥିଲ–ଆଉ ମୁଁ ସକାଳୁ ଶେଯରୁ ଉଠିବା ପୂର୍ବରୁ ତୁମ ଚିଠି ଆସି ପହଞ୍ଚୁଥିଲା! କିନ୍ତୁ ଆଜି। ଆଜି ତ ତୁମେ କେତେ ଦୂରକୁ ଚାଲି ଯା ଗଲଣି–ମୋ ଲାଗି ମୁହୂର୍ତ୍ତଟିଏ ନଷ୍ଟ ହେଲେ ତୁମର ଢେର ଦୁଃଖ ହେବ ବଧେ! ନୁହେଁ? ଥରେ ତୁମ ଘରୁ ମୁଁ କ'ଣ ପାଇଁ ରାଗି କରି ଚାଲି ଆସିଥିଲି ବୋଲି ତା' ପରେ ଦିନରାତି ନ ପାହୁଣୁ ଆସି ମୋ ପାଖରେ ପହଞ୍ଚି ଯାଇଥିଲ। କେତେ ଲୁହ, କେତେ ଅଭିମାନ ସବୁ ପାଣି ଫୁଟିଗଲା। ସେମିତି ତମେ ବି ଥରେ ରାଗି ମୋ ଘରୁ ଚାଲି ଯାଉଥିଲ–ପୁଣି ଅଧା ବାଟରୁ ଫେରାଇ ଆଣିଲି। ସେଇ ଦିନ ଜୀବନରେ ଗୋଟିଏ ଅଧ୍ୟାୟ। ସକାଳ ସାତଟାରୁ ରହୁ ରହୁ ରାତି ନଅଟା ହୋଇଗଲା। ସେଦିନ ମୋ ସହିତ ଖାଇ ବସିଲା ବେଳେ କେତେ ଫାଜିଲାମି କରିଥିଲ; ସବୁ ତୁମର ମନେଅଛି କି ନାହିଁ କେଜାଣି; ମୋର ସ୍ପଷ୍ଟ ସ୍ମରଣ ହେଉଛି। ଅଥଚ କିଏ ଜାଣିଥିଲା ସେଇଠି ସବୁ ସରିଗଲା ବୋଲି! ତା'ପରେ... ଅତି ସଂକ୍ଷିପ ଆଉ କରୁଣ ସେଇ ଇତିହାସ। ମୋର ବଦଳି ହୋଇଗଲା ବହୁତ ଦୂରକୁ। ତୁମ ସହିତ ମୋର ଯେଉଁ ଶେଷ ଦେଖା–ସେ ଦିନର ସେଇ କରୁଣ ପରିସ୍ଥିତି ମୋର ମନେଅଛି। ଅତି ଅସହାୟ ଅବସ୍ଥାରେ ତୁମକୁ ଛାଡ଼ିଦେଇ ମୁଁ ଦୂରକୁ ଚାଲି ଯାଇଥିଲି। ତା'ପରେ ଥରେ ଯାଇଥିଲି। କିନ୍ତୁ ତୁମକୁ ଭଲ କରି ଦେଖିବା ପୂର୍ବରୁ ତୁମେ ମୋତେ ଫେରାଇ ଦେଲ। ଯେତେ ଅନୁରୋଧ କଲେ ବି କିଛି ଶୁଣିଲନି। ଖାଲି ଏକା ଜିଦ୍ ଧରିଲ ଯେ ଫେରିଯାଅ। ମୁଁ ଫେରି ଆସିଲି। କିନ୍ତୁ କାହିଁକି ଫେରାଇ ଦେଲ ଆଜିଯାଏଁ ବି ଜାଣି ପାରିଲିନି। କାହିଁକି ହଠାତ୍ ଏତେ ବଦଳି ଗଲ; ମୋ'ପ୍ରତି ଏତେ ଅକରୁଣ ହୋଇ ଉଠିଲ? ମୋର ଦୋଷ କ'ଣ?